ମୁଁ କୌଶଳରେ ତାଙ୍କର ଜଣେ ପରିଚାରକକୁ ଏ ବିଷୟରେ ପଚାରିବାରୁ ସେ ମୋତେ ଏକ ରହସ୍ୟମୟ ଦୃଷ୍ଟି ନେଇ ଅନାଇଲା। ବାବୁଙ୍କ ସହ ସାକ୍ଷାତ ପାଇଁ ବନ୍ଦୋବସ୍ତ କରିବି? ମୋର ପ୍ରଶ୍ନରେ ତାର ହଠାତ୍ ଏଭଳି ଉତ୍ତର ପାଇ ମୁଁ ସ୍ତବ୍ଧ ହୋଇଗଲି। ତା ହାତରେ ପାଞ୍ଚଟି ଟଙ୍କା ଧରାଇ ଦେଇ କହିଲି, ମୁଁ ଯାହା ପଚାରୁଛି, ମୋତେ ଉତ୍ତର ଦିଅ। ସେ ମୋ ମୁହଁକୁ ଅନାଇ ହସିଲା। ତା ପରେ କହିଲା, ବାବୁଙ୍କ ପାଖକୁ ପ୍ରତିଦିନ ତ ଜଣେ ଜଣେ ଘରଣୀ ଆସି ସକାଳୁ ଚାଲି ଯାଉଛନ୍ତି, ଆଉ ତାଙ୍କର ସ୍ଥାୟୀ ଘରଣୀର ଦରକାର କଣ? ସେ ବି ସେଭଳି ପରିସ୍ଥିତିରେ ନାହାନ୍ତି। ସତ କହୁଛି, ସେତେବେଳେ ତା କଥାଟାର ମର୍ମ ମୁଁ ଏତେ ହଠାତ୍ ବୁଝିପାରିନଥିଲି। କାରଣ ଠିକ୍ ସେତିକିବେଳେ ପୁଣି କୁଆଡ଼େ ବୋଧହୁଏ ସୁନୀତି ମଜୁମଦାର ବାହାରିଥିଲା। ମୋତେ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ସେହି ଲୋକଟିକୁ ଚାହିଁଲା। ଲୋକଟି ହସି କହିଲା, ଆପଣଙ୍କୁ ଦେଖା କରିବାକୁ ଆସିଛନ୍ତି। ତା ପରେ ସେହି ଲୋକଟି ମୋତେ ଭିତରକୁ ନିମନ୍ତ୍ରଣ କଲା। ବିନା ପ୍ରତିବାଦରେ ମୁଁ ଭିତରକୁ ଆଗେଇ ଗଲି। ଏକ ସୁସଜ୍ଜିତ ଡ୍ରଇଁ ରୁମରେ ମୋତେ ବସିବାକୁ ନିର୍ଦ୍ଦେଶ ଦେଇ ସୁନୀତି ମଜୁମଦାର ଅପେକ୍ଷା କରିଥିବା ଲୋକଟିକୁ ଦୁଇ କପ୍ କଫି ଆଣିବାକୁ ନିର୍ଦ୍ଦେଶ ଦେଲା। ଆଉ ତୁମର କେତେ ଦରକାର? ମାନେ? ମୁଁ ଚମକିଉଠିଲି। ସେ ହସି ହସି କହିଲା ଏହି ଉଁ ଗେଟର ସୀମା ଯେଉଁମାନେ ପାର ହୁଅନ୍ତି, ସେମାନେ ଭଲ ଭାବରେ ଜାଣନ୍ତି ଏଠାକୁ ସେମାନେ କଣ ପାଇଁ ଆସନ୍ତି, ଆଉ କଣ ନେଇ ଫେରନ୍ତି। ଆଉ ମୋର ମନେହୁଏ ତୁମ କଥା ସ୍ୱତନ୍ତ୍ର। କଥା କହିବାର ଚାତୁରୀ ଅଛି ରୂପ ବି ଅଛି। ସତ କହୁଛି ଲୀଳା, ମୋର ସେହିକ୍ଷଣି ଇଚ୍ଛା ହେଉଥିଲା, ଗୋଡ଼ରୁ ଚପଲ ଖୋଲି ତାକୁ ପିଟିଥାନ୍ତି। କିନ୍ତୁ ପରିସ୍ଥିତି ଦୃଷ୍ଟିରୁ ମୁଁ ନରମ ହୋଇ କହିଲି, ସମସ୍ତଙ୍କୁ ସେହିମାନଙ୍କ ଭଳି ଭାବି ତୁମେ ଭୁଲ୍ କରୁଛ ସୁନୀତି ମଜୁମଦାର। ମୁଁ ଆସିଛି ଏକ ସ୍ୱତନ୍ତ୍ର କାରଣ ନେଇ। ମାନେ? ମାନେ, ଲୀଳା ସାନ୍ନ୍ୟାଲର ଏ ଅସମୟରେ ତୁମର ସାହାଯ୍ୟ ଲୋଡ଼ା। ମାନେ ମାସିକ କିସ୍ତିରେ ହଠାତ୍ ମୋ କଥା ଶୁଣି ସେ ହୋ ହୋ ହୋଇ ହସିଉଠିଲା। ତା ପରେ କହିଲା, ମୋର ବ୍ୟବସାୟ କିନ୍ତୁ ଅନ୍ୟ ଧରଣର। ଆଉ ଏବେ ମୋ ନିକଟରେ ସମୟ ଖୁବ୍ କମ୍। ବିନା ସ୍ୱାର୍ଥରେ ମୁଁ କାହାରିକୁ ସାହାଯ୍ୟ କରେ ନାହିଁ। ଆହୁରି ବି ମୁଁ ଜାଣେ, ସେ ମୋ ଟଙ୍କା କେବେ ଦେଇପାରିବ ନାହିଁ। ମାନେ? ମୁଁ କଣ ମିଛ କହୁଛି ବୋଲି ତୁମେ ଭାବୁଛ? ଅବଶ୍ୟ ଏ କଥା ମୁଁ ସ୍ୱୀକାର କରୁଛି ଯେ, ମାସକୁ କିଛି କିଛି ଟଙ୍କା ଦେଇ ଲଙ୍ଗ୍ ଟର୍ମରେ ସେ ପରିଶୋଧ କରିପାରେ। ମୁଁ କିନ୍ତୁ ସେଥିପାଇଁ ପ୍ରସ୍ତୁତ ନୁହେଁ। ତା ହେଲେ? ତାର ବୀଭର୍ତ୍ସ ହସରେ ସେହି କୋଠରିଟି ପୂରିଉଠିଲା। ସେ ଏକ ତୀର୍ଯ୍ୟକ୍ ଚାହାଣୀରେ ମୋତେ ଅନାଇ କହିଲା, ଏକ ପାଖରେ ନଗଦ ଆଠ ହଜାର ଟଙ୍କା, ନଚେତ୍ ଅପର ପକ୍ଷରେ ପର ପକ୍ଷରେ? ମୋର ଶଯ୍ୟାସଙ୍ଗିନୀ ଭାବରେ ମୁଁ ଗୋଟାଏ ମାସ ଲୀଳା ସାନ୍ନ୍ୟାଲକୁ ଚାହେଁ। ବ୍ରୁଟ! ମୁଁ ଚିତ୍କାର କରିଉଠି କ୍ଷୀପ୍ର ଭାବରେ ସେଠାରୁ ଚାଲିଆସିଲି। ପଛରୁ ତାର କଣ୍ଠସ୍ୱର ଶୁଣାଯାଉଥିଲା, ଆହୁରି ବି ଏ କଥା ତାକୁ ଜଣାଇଦେବ, ଯଦି ଏ ଦୁଇଟା ପ୍ରସ୍ତାବରୁ ଗୋଟିକରେ ବି ସେ ରାଜି ନ ହୁଏ, ତା ହେଲେ ତାକୁ ଯେ କୌଣସି ଉପାୟରେ ନୁରୁ ବେଗମ୍! ମୁଁ ଅସହ୍ୟ ଉତ୍ତାପରେ ନୁରୁ ବେଗମ୍‌କୁ ଭିଡ଼ିଧରିଲି। ମୋର ଚକ୍ଷୁରୁ ଲୋତକର ଧାରା ଅବାରିତ ଭାବରେ ବହି ଚାଲିଥିଲା। ସେ ମୋତେ ସାନ୍ତ୍ୱନା ଦେଇ କହିଲା, ତୁମକୁ କୌଣସି ଗୋଟିଏ ସିଦ୍ଧାନ୍ତରେ ପହଞ୍ଚିବାକୁ ହେବ, ଲୀଳା। ନ ହେଲେ ଏ କୋଠା ତ ତୁମେ ହରାଇବ ଏଥିରେ ସନ୍ଦେହ ନାହିଁ, ଶେଷରେ ତୁମରି ଭଉଣୀମାନଙ୍କ ସହିତ ତୁମେ ଯେ ସୁନୀତି ମଜୁମଦାରର ଶରବ୍ୟ ନ ହେବ ନୁରୁ ବେଗମ୍! ତୁମେ, ତୁମେ ବି କଣ ଚାହଁ ମୋତେ ଭୁଲ୍ ବୁଝନା ଲୀଳା। ମୁଁ ଚାହେଁ ସେହି ଉଦ୍ଧତ ପୁରୁଷ ସିଂହକୁ ତୁମରି ଜରିଆରେ ଏମିତି ଶାସ୍ତି ଦେବି ଯେ, ସେ ଜୀବନରେ ଯେମିତି ଆଉ କେଉଁ ଅସହାୟା ଯୁବତୀ ଉପରେ ଲାଳସାସିକ୍ତ ହୋଇଉଠିବ ନାହିଁ।